ଗରିବ ଲୋକ ବା ତଳୁଆ ପାଟକର ଲୋକଙ୍କର ଶାଢ଼ୀ ଅଳ୍ପ ଲମ୍ୱା ଥିବାରୁ ବେଶି ଭାଗ ଦେହ ମେଲା ଦିଶୁଥିଲା। କିନ୍ତୁ ଏଥିରେ ମାନସିକ ବିକୃତି ଆସୁ ନ ଥିଲା। ଏହି ଲୁଗାର ବିଲୋପ ହେଲା ଲୁଙ୍ଗି ପାଇଁ। ପୁରୁଷମାନେ କଛା ନ ମାରି ଫାଲଟା ପିନ୍ଧିଲେ ଓ ଧୋତି ବଦଳରେ ଲୁଙ୍ଗି ପିନ୍ଧିଲେ-ଏଇଟା କଲିକତା ସହରରୁ ଆମଦାନି। ଧୋତିଠାରୁ ଲୁଙ୍ଗି ଶସ୍ତା। ସେଇଠୁ ଗିରସ୍ତଙ୍କୁ ମଛେଇ ଘରଣୀ କଛା ଛାଡ଼ି ଫାଲଟା ପିନ୍ଧିଲେ। ଏଇଟା ମଧ୍ୟ ସେହି ସମୟର ଅସଂଖ୍ୟ ବଙ୍ଗାଳୀ ଅଫିସରଙ୍କ ଚଳଣୀର ନକଲ। ଏମିତି ଦେଖା ଶିଖା ପର୍ଯ୍ୟାୟରେ କଛାଭିଡ଼ା ଲୁଗାପିନ୍ଧା ଉଠିଗଲା। ଏହାପରେ ସତୁରୀମସିହା ବେଳକୁ ଟାଇଟ୍ ପୋଷାକ ଆସି ଅନ୍ୟ ରୂପରେ ସେହି ଭିଡ଼ାଭିଡ଼ି ଅବସ୍ଥାକୁ ଆସିଯାଇଛି। ଢିଲା ପୋଷାକରେ ସାମୟିକ ବିଚ୍ୟୁତି ଯେତେ ସହଜ, ଏହି ଟାଇଟ ପୋଷାକରେ କେବେହେଲେ ନୁହେଁ। ବିଚ୍ୟୁତି ହେଉଛି ଚରିତ୍ରର ଶୈଳୀ। ତେଣୁ ପୋଷାକର ଶୈଳୀ ଆମର ଚରିତ୍ର ଓ ଆମର ଚିନ୍ତାରାଜ୍ୟରେ ପରିବର୍ତ୍ତନ ଆଣୁଛି। ଏବେ ବି ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ ସ୍ତ୍ରୀ ଲୋକମାନେ କଛା ମାରୁଛନ୍ତି। କିନ୍ତୁ ଓଡ଼ିଶାରୁ ସେହି ପ୍ରଥା ଚାଲିଗଲା। ଯେତେବେଳେ ଏହି ଲୁଗାପିନ୍ଧାର ପ୍ରକାର ଚଳୁଥିଲା ସେତେବେଳେ କୁହାଯାଉଥିଲା ଯେ କଛା ନ ମାରି ରୋଷୟଇ ଘରକୁ ଗଲେ ପିତୃପୁରୁଷ ପାଣି ପାଇବେ ନାହିଁ। ଏଥିପାଇଁ ଏହି ପ୍ରକାରର କଥାଟିଏ ଏତେବର୍ଷ ଚାଲିଲା। ପୁରୁଷମାନେ ସେତେବେଳେ କାଛା କିମ୍ୱା କୌପୁନୀ ପିନ୍ଧୁଥିଲେ। ଢିଲା କଛାର ପ୍ରଚଳନ ନ ଥିଲା। ଅଣ୍ଟାରେ ଖୋସଣୀ ପାଇଁ ଗୋଟାଳି କିମ୍ୱା ପଇସାଟିଏ ରଖାଯାଉଥିଲା। ସେତେବେଳର ସାହିତ୍ୟରେ ମନ-ମନ୍ଥନ କାମ ବିକାର ନାହିଁ। କାମ, ପ୍ରୀତି ଓ ରତି ଯେ ମନର ବିକାର-ଏପରି କଥାଟିଏ ନ ଥିଲା। ଏବେ ମଧ୍ୟ ପାଶ୍ଚାତ୍ୟ ସାହିତ୍ୟରେ ମନର ବିକାର ଦେଖାଯାଉ ନାହିଁ। ଓଡ଼ିଆରେ ମନର ଏହି ବିକଳାଙ୍ଗ ଚିତ୍ରଣ ଆମଦାନି କଲେ ସବୁଜଯୁଗର ସାହିତ୍ୟଗୋଷ୍ଠୀର ସଦସ୍ୟମାନେ। ସମସ୍ତେ କଲେଜ ପାଠୁଆ ଡିଗ୍ରିଧାରୀ ଲୋକ। ସେମାନେ ନିଜକୁ ସଞ୍ଜତ କରିବାକୁ କିପରି ମନଭିତରେ ଯୁଦ୍ଧ କରୁଥିଲେ ତାହାର ପ୍ରତିଫଳନ ଓଡ଼ିଆ ସାହିତ୍ୟରେ ଆରମ୍ଭ ହେଲା। ଗଞ୍ଜାମର ଜଣେ ସ୍ୱନାମଧନ୍ୟ କବିରାଜଙ୍କୁ ପଚରା ଯାଇଥିଲା ଏହି ଯୁଗର ପ୍ରଧାନ ରୋଗ କ'ଣ? ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲେ-ଧ୍ୱଜଭଙ୍ଗ। ଅର୍ଥାତ୍ ମଣିଷଟି ମଣିଷ ପରି ଦିଶୁଥିବ କିନ୍ତୁ ତାହାର ସମସ୍ତ କାର୍ଯ୍ୟରେ ଥିବ ଗୋଟିଏ ଢାଙ୍କୁଣି। ଏହି ଘୋଡ଼ିଆ ଘୋଡ଼ି କାମ ଯିଏ ଯେତେ ସୁନ୍ଦର ଭାବରେ କରିପାରିବ ସେ ହେବ ସେତିକି ବୌଦ୍ଧିକ। ବୌଦ୍ଧିକତା ହେଲା ଆମର ମନର କୁଟିଳତାର ପୋଷାକ। ଏହାକୁ ଅଭିନୟରେ ଆମେ ଦେଖୁ। ଅଳ୍ପ ପାଠୁଆ ପଣ୍ତିତର ଅଭିନୟ କରେ। ଏଠି ଓଡ଼ିଆ ସାହିତ୍ୟିକମାନେ ସେହିପରି ନିଜର ସାହିତ୍ୟିକୁ ଅଭିନୟରେ ରଖୁଛନ୍ତି। ଏହାର କାରଣ ହୀନମନ୍ୟତା। ଏହି ହୀନମନ୍ୟତାର ପ୍ରାସଙ୍ଗିକ କାରଣ ହେଲା ଯେ ଲେଖକମାନେ ମୋଟେ ସ୍ୱାଧୀନ ନୁହନ୍ତି। କାଳେ ତାଙ୍କର ବଡ଼ ହାକିମ ତାଙ୍କୁ ଖୁଣ୍ଟି ଦବ। ସେହି ଡରରେ ଏମାନେ ନୂତନ କଥା, ବୌଦ୍ଧିକତା ଓ ଅଗ୍ରଗାମିତା ଦେଖାଇ କେତେକ ଉଦ୍ଭଟ ସୃଷ୍ଟିରେ ଲାଗିଛନ୍ତି। ସମାଜର ନୀତି ହେଲା-ଜୁଆ ଖେଳ ନାହିଁ। ଚାଷ କର। ଏହାକୁ ବୌଦ୍ଧିକତା ଦେଖାଇ କହିଲେ ଏମିତି ହେବ-ଜୁଆ ଯଦି ଖେଳିବ ତେବେ ଅଧିକ ଅମଳକ୍ଷମ ଧାନଚାଷ କରିବାକୁ ଚେଷ୍ଟା କର। ଟଙ୍କା ଯୋଗାଡ଼ ନ ହେଲେ ଜମିକୁ ବନ୍ଧା ଦିଅ। ସେହି ଟଙ୍କା ଶୁଝଟ ପାଇଁ ଜୋର ଜବରଦସ୍ତି ଆରମ୍ଭ ହେଲେ ଆନ୍ଦୋଳନ